ଈଶ୍ଵର ମଧ୍ୟ ତାହାଠାରୁ ବହୁ ଦୂରରେ ରହିଯାନ୍ତି। ସେ ଶେଷରେ ଶଠ ସନ୍ନ୍ୟାସୀ ପାଲଟି ଯାଏ। ଅତଏବ ଯେଉଁବ୍ୟକ୍ତି ଗୃହରେ ଥାଇ ବିଷୟ-ଭୋଗ-ବାସନା ତ୍ୟାଗ କରି ନିର୍ଲିପ୍ତ ଚିତ୍ତରେ ଗୃହର କର୍ତ୍ତବ୍ୟଗୁଡ଼ିକ ପାଳନ କରୁଥାନ୍ତି, ସେ ପ୍ରକୃତ ସନ୍ନ୍ୟାସୀ। ତ୍ୟାଗରେ ଶାନ୍ତି ଓ ଭୋଗରେ ଅଶାନ୍ତି। ଗୃହରେ ଭୋଗ୍ୟ ବସ୍ତୁଗୁଡ଼ିକ ଆଖି ଆଗରେ ରଖି ସେଗୁଡ଼ିକରୁ ମନ ଫେରାଇବାର ଶିକ୍ଷା କରିହୁଏ। ଦୈନିକ କିଛି ସମୟ ନିର୍ଜନ ସ୍ଥାନରେ ବସି ତ୍ୟାଗ ଓ ଭୋଗର ପ୍ରଭେଦ ଚିନ୍ତା କଲେ କ୍ରମଶଃ ତ୍ୟାଗୀ ହୁଏ। ଏହିପରି ମନକୁ ଆୟତ୍ତ କରିପାରିଲେ ଲୋକ ଗୃହରେ ଥାଇ ପ୍ରକୃତ ସନ୍ନ୍ୟାସୀର ସୁଖଶାନ୍ତି ଅନୁଭବ କରିବ। କେହି କହିଥାନ୍ତି, "ଭୋଗରେ ଦୁଃଖ ସୁଖ ଉଭୟ ଅଛି କିନ୍ତୁ ତ୍ୟାଗରେ ସୁଖ ଆଦୌ ନାହିଁ", ଏହା ଠିକ୍ ନୁହେଁ। କଣ୍ଢେଇଟିଏ ପାଇବାକୁ ଅଳି କରୁଥିବା ପିଲା କଣ୍ଢେଇ ନ ପାଇଲେ ଦୁଃଖ ଭୋଗ କରିବ ଏବଂ ପାଇ ଭାଙ୍ଗିଦେଲେ ତତୋଽଧିକ ଦୁଃଖ ଭୋଗ କରିବ। ପୁଣି କଣ୍ଢେଇ ପାଇବା ପୂର୍ବରୁ ଓ ଭାଙ୍ଗିଗଲା ପରେ ଯେତେ ଦୀର୍ଘ ସମୟ ଦୁଃଖ ଭୋଗ କରେ, ତାହା କଣ୍ଢେଇ ସହ ଖେଳିବା ସୁଖ ସମୟଠାରୁ ଢେର ବେଶୀ। ଯଦି କହେ, "ଯେତେ ଅଳ୍ପ ସମୟ ହେଉ ସୁଖ ତ ପାଇଲା। " ତାହାର ଉତ୍ତରରେ କୁହାଯାଇ ପାରେ; ନାଟକରେ ରାଜାରାଣୀ ବେଶଧାରୀ ଦରିଦ୍ର ଯୁବକ କମ୍ ସମୟ ପାଇଁ ବହୁ ଲୋକଙ୍କ ସମ୍ମୁଖରେ ସୁଖ ଭୋଗ କରେ ନାହିଁ କି? ଚପଳମତି ବାଳକ ସ୍ଵୀୟ କଳ୍ପନା-ରାଜ୍ୟର ରାଜସିଂହାସନରେ ବସି ମୁହୂର୍ତ୍ତକ ପାଇଁ ବିପୁଳ ଐଶ୍ଵର୍ଯ୍ୟ ଭୋଗ କରେ ନାହିଁକି? ଅର୍ଦ୍ଧ ସୁପ୍ତ ମାନବ ସ୍ଵପ୍ନ ରାଜ୍ୟରେ ବିଚରଣ କରି କ୍ଷଣକାଳ ପାଇଁ ମନଲାଖି ସୁଖ ଭୋଗ କରେ ନାହିଁକି? କିନ୍ତୁ କେଉଁ ଯୁବକ, କେଉଁ ବାଳକ ଓ କେଉଁ ସୁପ୍ତ ମାନବ ଭକ୍ତ ପ୍ରକାରେ ନିଜକୁ ପ୍ରକୃତ ସୁଖୀ ମନେ କରେ? ତ୍ୟାଗରେ ଅଭ୍ୟସ୍ତ ହେବା ପରେ ଦୁଃଖର ଅବସାନ ଘଟେ। ସେହି ଅବସ୍ଥାକୁ ସୁଖ କହନ୍ତି। ଏହା ଇନ୍ଦ୍ରିୟ ସୁଖଠାରୁ ଯଥେଷ୍ଟ ଅଧିକ। ସେ ସୁଖ କିପରି? ସଦା ପ୍ରଫୁଲ୍ଲତା, ଦୁଃଖ ବା ସୁଖରେ ଅବିଚଳିତତା ଓ ବୃଶ୍ଚିକ-ଦଂଶନ-ସଦୃଶ ତୀବ୍ର ଜ୍ଵଳା ଦାୟିନୀ ମୁଦ୍ରାର ଅତିରିକ୍ତ ଚିନ୍ତାଠାରୁ ଦୂରରେ ଅବସ୍ଥିତ ଅତଏବ ଦୃଢ଼ତାର ସହିତ ଶତବାର କୁହାଯାଇପାରେ ଯେ; ତ୍ୟାଗହିଁ ସୁଖ, ତ୍ୟାଗହିଁ ଶାନ୍ତି, ତ୍ୟାଗହିଁ କର୍ତ୍ତବ୍ୟ, ତ୍ୟାଗହିଁ ଧର୍ମ ଓ ତ୍ୟାଗହିଁ ଈଶ୍ଵରଙ୍କ ନଅର ଫାଟକ ସ୍ୱରୂପ। ଏଣୁ ଏହି ତ୍ୟାଗକୁ ଆଶ୍ରୟ କରି ଗୃହରେ ରହିବା ସବୁଠାରୁ ବେଶୀ ଲାଭ ଦାୟକ। ହେଉ, ଆଜି ଏତିକି ଥାଉ। ସଂସାରରେ ଚଳିବା ବିଷୟରେ ଓ ଈଶ୍ଵରଙ୍କୁ ପାଇବା ପୂର୍ବରୁ ଯେଉଁ ଗୁଣଗୁଡ଼ିକ ଆବଶ୍ୟକ, ସେସବୁ ବିଷୟରେ ଅତି ସଂକ୍ଷେପରେ କେତେକ କଥା କହିଲି। କାଲି ଆସ, ଈଶ୍ଵରଙ୍କ ବିଷୟ ଆଲୋଚନା କରିବା। ତୃତୀୟ ଅଧ୍ୟାୟ ୟ–ମୋର ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ ଏବଂ ଈଶ୍ଵରଙ୍କୁ ପାଇବା ବିଷୟରେ ଘୋର ସନ୍ଦେହ ଆସୁଛି। ଦୟାକରି ମୋର ସନ୍ଦେହ ଦୂର କରନ୍ତୁ। ମ–ଯୁବକର ମନ ସ୍ଵଭାବତଃ ଚଞ୍ଚଳ। ପୁଣି ସେହି ଯୁବକବେଳେ ବା ପ୍ରୋଢ଼ାବସ୍ଥାରେ ଧର୍ମଜ୍ଞାନ, ନିଜର ନିତ୍ୟସୁଖ ଓ ଈଶ୍ଵର ବିଷୟରେ କର୍ତ୍ତବ୍ୟ ସ୍ଥିର କରିବାକୁ ପଡ଼େ। ମନ ସଦ୍ୟସୁଖ ଚାହେଁ, କିନ୍ତୁ ଈଶ୍ଵରଙ୍କ ସମ୍ପର୍କରେ ଆପାତ ମଧୁରତା ଖଟେ ନାହିଁ। ସେଠାରେ ସମ୍ପୂର୍ଣ୍ଣ ଓଲଟା। ଆଗେ କଷ୍ଟ, ପଛେ କୃଷ୍ଣ। ସଂସାରର କୌଣସି ମୂଲ୍ୟବାନ ବସ୍ତୁ ପାଇବାକୁ ଇଚ୍ଛା କଲେ ଆଗେ କଷ୍ଟ ଦରକାର। ଧରିନିଅ, ଖଣ୍ଡେ ସୁନ୍ଦର ଲୁଗା ପାଇବାକୁ ଚାହୁଁଛ। ଆଗେ ପରିଶ୍ରମ କରି ଟଙ୍କା ଅର୍ଜନ କର, ତାହାପରେ ଲୁଗା କିଣିବାକୁ ଦୋକାନକୁ ଯାଅ। ମନଲାଖି ବାଛି ଲୁଗା ଆଣ। ତୁମ୍ଭେ ଏପରି ନ କରି ଯଦି ଖାଲି କହିବ ଏହି ଲୁଗା ହୁଅନ୍ତା କି? ତାହାହେଲେ କ'ଣ ଲୁଗା ମିଳିବ? ସଂସାରର ପ୍ରତ୍ୟେକ। ବସ୍ତୁଠାରୁ ଈଶ୍ଵର ନିଶ୍ଚୟ ଅଧିକ ମୂଲ୍ୟବାନ। ଏହା ଜଣାଶୁଣା କଥା ଯେ, ଯେତେ ଅଧିକ ମୂଲ୍ୟବାନ୍ ବସ୍ତୁ ଚାହିଁବ ତେତେ ଅଧିକ ଶ୍ରମ ଓ ଧନ ବ୍ୟୟ କରିବାକୁ ପଡ଼ିବ। ଈଶ୍ଵରଙ୍କୁ ପାଇବାକୁ ହେଲେ ପ୍ରଥମେ ନିଜ ମନକୁ ସଂଯମ କରିବାକୁ ପଡ଼ିବ। ଦ୍ଵିତୀୟରେ ଈଶ୍ଵରଙ୍କ ସନ୍ତାନମାନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଇବାକୁ ପଡ଼ିବ। ଯେଣୁ ସନ୍ତାନମାନଙ୍କୁ ଭଲ ପାଇଲେ ସେମାନଙ୍କ ପିତାମାତା ଭଲ ପାଆନ୍ତି। ତୃତୀୟରେ ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ ଗଭୀର ଚିନ୍ତା କରିବାକୁ ହେବ।